ଆସୁଥିବା ସାହାଯ୍ୟଗୁଡ଼ିକୁ ଏକାଠି ହୋଇ ଠୁଳ କରିଥାନ୍ତେ ଏବଂ ମିଳିତ ଭାବରେ ବିପନ୍ନ ଅଂଚଳକୁ ଯାଇଥାନ୍ତେ। ବିପନ୍ନମାନେ ପୁନର୍ବାର ସଂସାରଟିଏ ଆରମ୍ଭ କରିବାର ଭରସା ପାଇବା ପର୍ଯ୍ୟନ୍ତ ସେହି ଅଂଚଳରେ ରହିଥାନ୍ତେ। ଆମେ ଓଡ଼ିଶାବାସୀ ସେମାନେ ଏପରି ଏକ ନୂଆ ଘଟଣା ସମ୍ଭବ କରିପାରୁଛନ୍ତି ବୋଲି ଖବର ପାଉଥାନ୍ତେ ଏବଂ ଏତେ ଦିନକେ ଆମ ଭୂମିଟିର ଭାଗ୍ୟ ଫେରିଲା ବୋଲି ପ୍ରତ୍ୟୟଟିଏ ପାଇ ଜଗନ୍ନାଥଙ୍କୁ ଧନ୍ୟବାଦ ଦେଉଥାନ୍ତେ। ରାଜନୀତି ମଧ୍ୟ ଧନ୍ୟ ହୋଇଥାନ୍ତା। ଆମ ନେତାମାନଙ୍କୁ ଆମେ କେଡ଼େ ଖୁସିରେ କାନ୍ଧରେ ବସାଇ ବୁଲିବା ପରି ଅନୁଭବ କରିଥାନ୍ତେ। ଇତିହାସର ଚକ ବୁଲି ଯାଇଥାନ୍ତା। ନେତୃତ୍ଵର ନବଜନ୍ମ ହୋଇଥାନ୍ତା। ଏହାଦ୍ୱାରା କୌଣସି ରାଜନୀତିକ ଦଳର ଆଦୌ କୌଣସି କ୍ଷତି ହୋଇନଥାନ୍ତା। ଲୋକନେତ୍ରରେ ସେମାନେ କେଡ଼େ ଉଜ୍ଜ୍ୱଳ ଦେଖା ଯାଇଥାନ୍ତେ ଓ ଲୋକ ଅନ୍ଦାଜରେ କେଡ଼େ ବଡ଼ ଥଳ ପାଇ ପାରିଥାନ୍ତେ। ଏହି ଗୋଟିଏ ସାମାନ୍ୟ ଘଟଣା ଦ୍ୱାରା ହିଁ ଆମ ରାଜନୀତିରୁ କେତେ ନା କେତେ ପ୍ରଦୂଷଣ ଧୋଇ ହୋଇଯାଇଥାନ୍ତା। ଆମେ ଏକାବେଳେକେ କେତେ ପାହୁଣ୍ଡ ଆଗକୁ ଗୋଡ଼ ପକାଇ ପାରିଥିଲା ପରି ଅନୁଭବ କରିଥାନ୍ତେ। ବିଧାତା ବି କେଡ଼େ ଖୁସୀ ହୋଇଥାଆନ୍ତେ। ଏହି ସନ୍ଦର୍ଭରେ ମୁଁ ଅନେକ ସମୟରେ ଇଟାଲୀର ଜଣେ ଉପନ୍ୟାସକାର ଜିଓଭାନି ଗୁଆରେଶିଙ୍କର ଡ଼ନ୍ କାମିଲୋ ନାମକ ଧାରାବାହିକ ଉପନ୍ୟାସ ଗୁଡ଼ିକର କଥା କେତେଥର ଭାବୁଥିଲି। ଙ୍କର ଏହି ଛଅଖଣ୍ଡିଆ ଉପନ୍ୟାସଟିରେ ଡ଼ନ୍ କାମିଲୋ ହେଉଛନ୍ତି ଗୋଟିଏ ଛୋଟ ସହରର ପାଦ୍ରୀ। ପାଦ୍ରୀଙ୍କର ବହୁତ ଜମି, ବହୁତ ସମ୍ପତ୍ତି ଓ ତାଙ୍କ ଗୁହାଳରେ ବହୁତ ଗାଈ। ସମ୍ଭବତଃ କ୍ଷୀରରୁ ମଧ୍ୟ ବେଶ୍ ଆୟ ହେଉଥିଲା। ସହରରେ ଇଟାଲୀୟ କମ୍ୟୁନିଷ୍ଟ ପାର୍ଟିର ମଧ୍ୟ ଶାଖାଟିଏ ଥାଏ। ଶାଖାର ନେତା ପେପୋନେ। ପାଦ୍ରୀ ଆଉ ପେପୋନେଙ୍କର ମୋଟେ ପଡ଼େନାହିଁ। ଜଣେ ଜଣକୁ ନାସ୍ତିକ ବୋଲି କହେ ଓ ସିଏ ୟାଙ୍କୁ ଧର୍ମ ନାମରେ ସରଳ ମଣିଷମାନଙ୍କୁ ଶୋଷଣ କରୁଥିବା ଚଣ୍ଡାଳଟାଏ କହି ଗାଳିଦିଏ। ଶତ୍ରୁତା ଲାଗି ରହିଥାଏ। ଥରେ ସେହି ସହରରେ ନିର୍ବାଚନରେ ଜିତି ପେପୋନେ ସହରର ମେୟର ବା ପୌରପାଳ ହେଲେ। ତାଙ୍କର କ୍ଷମତା ବଢ଼ିଲା। ନିଜର ଦଳୀୟ କର୍ମୀବଳଙ୍କୁ ନେଇ ସିଏ ପାଦ୍ରୀଙ୍କ ପିଛା ଲାଗି ପଡ଼ିଲେ। ପାଦ୍ରୀଙ୍କ କ୍ଷେତରେ ଏବଂ ଗୋଶାଳରେ କେହି କାମ କରିବାକୁ ଯିବେ ନାହିଁ ବୋଲି ଘୋଷଣା କରାଯାଇ ଧର୍ମଘଟ ଆରମ୍ଭ ହେଲା। ଏଇଥର ସଇତାନ ପାଦ୍ରୀ ଭଲ ଶିକ୍ଷାଟିଏ ପାଇବ ବୋଲି ପୌରପାଳ ଶ୍ରୀମାନ୍ ପେପୋନେ ଭାରି ଖୁସି ହୋଇ ଯାଉଥାଆନ୍ତି। ନିଜ ଜୀବନର ବଡ଼ ବିଜୟଟା ହାସଲ କରି ପାରିଛନ୍ତି ବୋଲି ଭାବୁଥାନ୍ତି। ଧର୍ମଘଟ ଦୁଇଦିନ ଯାଇ ତୃତୀୟ ଦିନରେ ପହଞ୍ଚିଲା। ଗାଈମାନେ ଅଦୁହାଁ ରହିଥାନ୍ତି। ରାତିରେ ଶୋଇବାକୁ ଗଲାବେଳେ ପେପୋନେ ହଠାତ୍ ଗାଈମାନଙ୍କୁ ସ୍ମରଣ କରି। ପକାଇଲେ। ଗାଈମାନେ ଦୁହାଁ ନହେବା ଫଳରେ କେତେ କଷ୍ଟ ପାଉନଥିବେ ବୋଲି ଭାବିଲେ। ଭାବୁ ଭାବୁ ତାଙ୍କର ଚିତ୍ତ ବିଚଳିତ ହୋଇ ଆସିଲା। ପାଦ୍ରୀସିନା ତାଙ୍କର ଦୁଶ୍ମନ, କିନ୍ତୁ ଗାଈମାନେ କାହିଁକି କଷ୍ଟ ପାଇବେ? ତେଣୁ ଦୁହାଁ ହେବାର ଯେମିତି ହେଲେ ଗୋଟିଏ ବ୍ୟବସ୍ଥା କରିବାକୁ ହେବ। ପାର୍ଟିର ସାଥୀମାନଙ୍କୁ ସେହି କାର୍ଯ୍ୟଟି ଯାଇ କରିଦିଅ ବୋଲି କହିଲେ ସେମାନେ ତାଙ୍କୁ ଦୁର୍ବଳ ବୋଲି କହିବେ। ହସିବେ। ତେଣୁ ସିଏ ନିଜେ ଯାଇ ଗାଈମାନଙ୍କୁ ଦୁହିଁ ଆସିବେ। ଲୁଚିକରି ଯିବେ। ଯେପରିକି ଖୋଦ୍ ପାଦ୍ରୀ ମଧ୍ୟ କିଛି ଜାଣିପାରିବେ ନାହିଁ। ପେପୋନେ ସଜବାଜ ହୋଇ ବାହାରିଲେ। ଗାଈକୁଳ